ବଞ୍ଚିବାର ମୁଠାଏ ସ୍ୱପ୍ନରେ ଲୋକଟି ମଜ୍ଗୁଲ୍। ତାହା ମୁହୂର୍ତ୍ତକର ହେଲେବି ଯାଏ ଆସେ ନାହିଁ। ଏଥିରେ ଲୋକଟିର ସନ୍ଦେହ ନାହିଁ। ଏହା ଏକ ଅବିକଳ ସତ୍ୟ ଘଟଣା। କେହି ବି ଏଥିରେ ଦ୍ୱିମତ ହେବେନି ବୋଲି ଲୋକଟିର ବିଶ୍ୱାସ। ଭୌତିକ ଜଗତ ପ୍ରତି ମହଜୁଦ୍ ରହିଥିବା ଘୃଣାଭାବରୁ ଲୋକଟିର ଧାରଣ ଯେ ଜଗତ ଏକ ମିଥ୍ୟା, ପ୍ରହେଳିକା ମୟ। ଏ ଜଗତରେ ସକଳ ଜଡ଼ବସ୍ତୁ ବି ମିଥ୍ୟା। କ୍ଷୟିଷ୍ଣୁ ପଦାର୍ଥର ସ୍ଥିତି ବା ବିସ୍ତୃତି ଚିରନ୍ତନ ନୁହେଁ। ସବୁ ଏକ ଏକ କ୍ଷଣିକ ସତ୍ତା; ଯାହାକି ଆଖି ପିଛୁଡ଼ାକେ ଦିଶିଯାଏ। ପୁଣି ଦିଶେ ନାହିଁ। ମାୟାହିଁ ଏକମାତ୍ର ସତ୍ୟବୋଲି ମନେହୁଏ। ରଜ୍ଜୁ: ରଜ୍ଜୁ:। ସର୍ପ: ସର୍ପ: ରଜ୍ଜୁକୁ ସର୍ପ, ସର୍ପକୁ ରଜ୍ଜୁ ଆଖ୍ୟା ଦେବା କେଡ଼େ ବୋକାମି-। ତଥାପି ଆମେ ବେଳେବେଳେ ଆମ ଅଜାଣତରେ ଏମିତି ଭୁଲ୍ର ଶିକାର ହେଉ-। ଭ୍ରମରେ ପଡ଼ି ଘାଣ୍ଟି ହେଉ। ରଜ୍ଜୁକୁ ସର୍ପ ଆଖ୍ୟା ଦେବା, ଭ୍ରମରେ ପଡ଼ି ଘାଣ୍ଟିହେବା, ଗୋଡ଼ ହାତ ଭାଙ୍ଗି ଖଣ୍ଡିଆ କରିବା ଏକମାତ୍ର ସତ୍ୟ। ଅନ୍ୟ ସବୁ କପୋଳକଳ୍ପିତ। ଲୋକଟିର ଦୃଢ଼ ବିଶ୍ୱାସ ଯେ ଏହାଠାରୁ ବଳି ଅନ୍ୟ ଏକ ସତ୍ୟ ଭୌତିକ ଜଗତରେ ଚଳପ୍ରଚଳ କରୁଛି। ଯାହା ଜଡ଼ ନୁହେଁ, ନିସ୍ତେଜ ନୁହେଁ। ତାହାହିଁ ହେଉଛି ମଣିଷ। ମଣିଷର ମୂଲ୍ୟାଙ୍କନ ସହଜ କଥା ନୁହେଁ। ବିଜ୍ଞାନ ଆମକୁ ଉପରକୁ ଉପରକୁ ଉଠାଇବାରେ ଯଥେଷ୍ଟ ସାହାଯ୍ୟ କରିଛି। ଆମର ପୁରୁଣା ପରମ୍ପରାକୁ ଭାଙ୍ଗିରୁଜି, ଆମ ଅନ୍ଧାର ଘରକୁ ଆଲୁଅ କରି ଆମ ଶିଥିଳ ଇନ୍ଦ୍ରିୟଗୁଡ଼ିକରେ ଯଥେଷ୍ଟ ମାତ୍ରାରେ ଶକ୍ତି ଭରିଦେଇ ଆମକୁ ସକ୍ରିୟ କରିଛି। ଆମେ ବିଜ୍ଞାନର ଗୌରବ ଡିଣ୍ଡିମ ବଜାଇ ଚାରିଆଡ଼େ କହି ବୁଲୁଛୁ ଯେ, 'ଆମେ ଅସାଧ୍ୟ ସାଧନ କରି ପାରିବୁ। ଆମଦ୍ୱାରା ସବୁ ସମ୍ଭବ ହେବ। ' ଆମେ ଚନ୍ଦ୍ର, ମଙ୍ଗଳ, ଶୁକ୍ର, ବୃହସ୍ପତି ଆଦି ଗ୍ରହ ଗ୍ରହାନ୍ତରର ରହସ୍ୟ ଭେଦ କରିବାକୁ ସମର୍ଥ ହେଲୁଣି। ଗଭୀର ସମୁଦ୍ର ମଧ୍ୟରେ ଥିବା ମଧୁର ନଦୀର ବର୍ଗକ୍ଷେତ୍ର ନିର୍ଣ୍ଣୟ କରିବାର କୌଶଳ ଶିଖିଲୁଣି। ମଣିଷ ଜୀବନର ମୂଲ୍ୟାଙ୍କନ ବି ବେଶ୍ ସହଜରେ ଗାଣିତିକ ସୂତ୍ର ଅନୁଯାୟୀ କଷି ଦେଖାଇ ଦେଲୁଣି। ଏସବୁ କେମିତି ପରୀ-ରାଇଜର କାହାଣୀ ପରି ଲୋକଟିକୁ ଲାଗୁଛି। କେବଳ ବସ୍ତୁବାଦୀ ହେଲେ ସବୁ ସମସ୍ୟାର ସମାଧାନ ହୋଇଯିବନି। ସମାଜବାଦୀର ମୁଖା ପିନ୍ଧି ଅନ୍ୟକୁ ବାଘଭୟ ଦେଖାଇ ଅନ୍ୟର ରକ୍ତ ପିଇଯିବାରେ ଲାଗିଲେ ଚଳିବନି। ବସ୍ତୁତାନ୍ତ୍ରିକ ସମାଜବାଦ ଜୀବନର ଏକମାତ୍ର ଲକ୍ଷ୍ୟ ନୁହେଁ। ଯେଉଁ ସମାଜବାଦରେ ଆଦୌ ଆଧ୍ୟାତ୍ମିକ ଚେତନା ନାହିଁ, ବୈଜ୍ଞାନିକ ଦୃଷ୍ଟିଭଙ୍ଗୀ ନାହିଁ, ତାହା ଯେତେ ମାର୍ଜିତ ପରି ମନେ ହେଲେବି ଆଦୌ ଲୋକପ୍ରିୟ ହୋଇ ପାରିବନି। ସୁତରାଂ ଲୋକଟିର ଯୁକ୍ତି ହେଉଛି ଯେ ସମାଜବାଦର ପ୍ରତିଷ୍ଠା ପାଇଁ ବ୍ୟକ୍ତିବାଦହିଁ ଏକମାତ୍ର ଆୟୁଧ। ପ୍ରତ୍ୟେକ। ବ୍ୟକ୍ତିହିଁ ମହାନ୍। ଏହି ମହାନ୍ ବ୍ୟକ୍ତିତ୍ୱକୁ ଆହୁରି ମହନୀୟ କରିବା ପାଇଁ ଲୋଡ଼ା ନିରବଚ୍ଛିନ୍ନ ସାଧନା, ଏକାଗ୍ରତା। ମଣିଷ ଏପରି କିଛି ସ୍ଥିର ନିଶ୍ଚିତ ଦତ୍ତ ବା ସଂଜ୍ଞା ନୁହେଁ ଯେ ତାକୁ ବୈଜ୍ଞାନିକ ଯନ୍ତ୍ରପାତି ସାହାଯ୍ୟରେ ମାପି ଦେଇ ପାରିବା। ତା' ମନର ଭାବନାକୁ କାଢ଼ି ଦେଖାଇ ପାରିବା। ଲୋକଟିର ଧାରଣା ଯେ ଏ ସବୁ ନିଶ୍ଚିତରେ ଉଦ୍ଭଟ ଚିନ୍ତା ବା ପରିକଳ୍ପନା। ଯେଉଁ ଲୋକ ଭଲ କରି ନିଜକୁ ଚିହ୍ନିନି, ନିଜ ଜୀବନର ମୂଲ୍ୟାୟନ କରିଜାଣିନି, ସେ ବା' ଅନ୍ୟ ଉପରେ କି ମତାମତ ଦେବ? ନିଜକୁ ଫୁଟେଇ ଫାଟେଇ ପାରିଲେତ